ସଦର ଜମାରୁ ହଜାରେ କେତେ ଟଙ୍କା ଊଣା। ଭାଗୁ ମହାନ୍ତି କେଉଁ କାଳେ ସେ ଭାଗୁ ପଟ୍ଟନାୟକ ହେଇ ଥିଲା ନା ତା ବାସ ଗୋସାଇଁବାପ ଚଉଦ ପୁରୁଷରେ କେହି ପଟ୍ଟନାୟକ ହେଇଥିଲା ନା ଯାହାର କଥାରେ ଠିକ୍ ନାହିଁ ସେ ପୁଣି ମଣିଷ! କଥା ଦେଇ ଭସେଇ ଦେଇଗଲା ଗୋଟା ପଟ୍ଟନାୟକ ମ୍ୟନ୍ତ୍ରଟାକୁ। ଅଧରାତି। ପଟ୍ଟନାୟକେ ମଦନ ପଟ୍ଟନାୟକେ ମୁଣ୍ଡରେ ହାତ ଦେଇ ବସିଚନ୍ତି। ଗୁମାସ୍ତାମାନେ ହିସାବ ଲଗେଇଚନ୍ତି, ଟଙ୍କା ଗଣୁଚନ୍ତି, ପରାମର୍ଶ ଦେଉଛନ୍ତି, ତାବେଦାରୀ କରୁଛନ୍ତି। ବିଚାର ପଡ଼ିଚି, କୋଉ ତଉଜୀଟା ବାକି ପଡ଼ିବ। ହଠାତ ଭାଗୁ ମହାନ୍ତି ଓରଫ ଭାଗୁ ପଟ୍ଟନାୟକେ ଆସି ପହଞ୍ଚିଗଲେ। ଠିକ୍ ସେତିକି ବେଳକୁ ମଦନ ପଟ୍ଟନାୟକେ ଅସ୍ଥିର ଭାବରେ ପାଇଚାର କରୁଥିଲେ। ମଝିରେ ମଝିରେ ଚଉକି ଉପରେ ଯାଇ ଲଥ କିନା ବସି ପଡ଼ୁଥାନ୍ତି। ଖଣ୍ଡେ ଦୂରରୁ କିଏ ଆସୁଚି ଦେଖି ସେ ଚମକି ପଡ଼ିଲେ''କିଏ ଭାଗୁ? '' ''ହଁ ଦାଦି, ମୁଁ ଭାଗୁ। '' ପିଣ୍ଡରେ ଯେମିତି ପ୍ରାଣ ପଶିଲା। ''ମୁଁ ଜାଣେ ଭାଗୁ ଏଇ ବାଟରେ କୋଉଠି ହେଇଥିବ। ଏମାନେ ସମସ୍ତେ କହୁଥିଲେ ଭାଗୁ ମହାନ୍ତି ଧପେଇଲା। ମୁଁ କହିଲି, ଭାଗୁ କ'ଣ ଇମିତି ସିମିତି ଲୋକ କାହା ଘର ପୁଅ, କାହା ଘର ନାତି, କାହା ବଂଶରେ ଜନ୍ମ କଥା ତା'ର ଦୁଇଟା ହେବ? '' ଭାଗୁ ମହାନ୍ତି କିନ୍ତୁ ମୁହଁଟାକୁ ଓଳିଆ ପରି କରି କହିଲେ କ'ଣ କରିବି ମଦନାଦି, ଟଙ୍କା ପଇସା ଦବାନବା କଥା ସବୁ ସାର ହୋଇଗଲା। କଥା ଖାଲି ଟିକକେ ଅଟକି ରହିଚି। ଛିଡ଼ୁ ନାହିଁ। ତମେ ତ କହିଚ ଚାରି କାନରୁ ଛ' କାନେ ହେବନାହିଁ। ମିଶ୍ର ପାଜିଟା କ'ଣ ଧରିବସିଚି ଜାଣିଛ? କୋହୁଛି ଦୁଇ ତିନିଜଣ ସାକ୍ଷୀ ନ ପଡ଼ିଲେ ସେ ଟଙ୍କା ଦବ ନାହିଁ। '' ''ତୁ ଟଙ୍କା ଆଣି ନାହୁଁ? ପଟ୍ଟନାୟକେ ନିରାଶ ହେଇଗଲେ। ''ଆଣିବା ନ ଆଣିବା ସମାନ। ଟଙ୍କା ଏଇ ହାତଚଉକିରେ ଥୁଆ ହେଲାପରି ଜାଣିବ, ଖାଲି ଦୁଇ ତିନିଜଣ ମୁଖିଆ ଲୋକ ସାକ୍ଷୀ ପଡ଼ିଲେ କାମ ଶେଷ। '' ''ମହତ୍ତ୍ୱ ରହିବଟି ଭାଗୁ? '' ମଦନ ପଟ୍ଟନାୟକ ପଚାରିଲେ। ''ହଁ, ସେ ତ ଠିକ୍ କଥା। କିନ୍ତୁ ମୋର ଆଉ ବଳ କ'ଣ ସେଥିକୁ କହ। ତେବେ ଯଦି ମୁଁ କ'ଣ କୋହୁଥିଲି କି''। ''କ'ଣ କରିବି କହ ଭାଗୁ ମୋତେ ବୁଦ୍ଧିଦେ ଚାରିଆଡ଼େ ମୋତେ ଖାଲି ଅନ୍ଧାର ଦିଶୁଛି। '' ''ନା, ବୁଦ୍ଧି ଆଉ ଏଥିରେ କ'ଣ ଦେବି। କିବା କଥାଟାଏ। ମୁଁ କ'ଣ କୋହୁଥିଲି କି'' ଭାଗୁ ମହାନ୍ତି ଛେପ ଢୋକି ଆହୁରି ନରମା ଗଳାରେ କହିବାକୁ ଲାଗିଲେ, ''ଗହଣା ଦି'ଖଣ୍ଡ ବନ୍ଧା ପକେଇ ଦେଲେ କିମିତି ହୁଅନ୍ତା। କ'ଣ କରିବା? ଗରଜ ତ ପଡ଼ିଚି ଆମର, ମିଶ୍ର ବାହ୍ମୁଣ ଯାହା କହିବ ନାକ କାନ ମୋଡ଼ି ସେଇୟା କରିବାକୁ ପଡ଼ିବ। ଚାରା କ'ଣ? '' ଗହଣା! ମଦନ ପଟ୍ଟନାୟେକେ ଚମକି ପଡ଼ିଲେ। ମାଇପ ଗହଣା ଘରର ଲକ୍ଷ୍ମୀଙ୍କ ଗହଣା ପର ହାତକୁ ଦେଇ, ବନ୍ଧା ପକେଇ ମାଲ୍ ଗୁଜ୍ଜରୀ ପଟେଇବେ! ଶେଷକୁ ଏଇୟା ଥିଲା କପାଳରେ। ମୁଣ୍ଡରେ ହାତଦେଇ ଗୁମ୍ ମାରି ବସିଗଲେ ମଦନବାବୁ। ଭାଗୁ ମହାନ୍ତି କହିଲେ, ''ନ ହେଲେ ସେ ବାହ୍ମୁଣ ଖଣ୍ଟ ତ ମାନିଲା ପରି ଦିଶୁ ନାହିଁ ଆଚ୍ଛା, ଦେଖିବା, ଦିଗୁଣାରେ ହେଣ୍ଡନୋଟ ଖଣ୍ଡେ ଲେଖିଦିଅ ଚକ୍ରବୃଦ୍ଧି ସୁଧରେ ମୁଁ ଯାଇ ଆଉଥରେ ଚେଷ୍ଟା କରି ଦେଖେ କ'ଣ ହେଉଛି। କିନ୍ତୁ ଜବାବ ଦେଇପାରୁ ନାହିଁ ମଦନାଦାଦି। ''ଠାକୁରେ ସାହା। ବ୍ରାହ୍ମଣ ମଙ୍ଗିଗଲା ତ ତମ ଭାଗ୍ୟ। '' ଅଗତ୍ୟା ମଦନ ପଟ୍ଟନାୟକ ହଜାରକ ଜାଗାରେ ଦୁଇ ହଜାର ଟଙ୍କାର ହ୍ୟାଣ୍ଡନୋଟ ଲେଖିଦେଲେ। ଭାଗୁ ମହାନ୍ତି 'ମା ଦୁର୍ଗା! ' ଡାକ ଛାଡ଼ି ମିଶ୍ରଙ୍କ ଘରଠିକ୍ ଗଲେ ବାହାରି ଟଙ୍କା ଆଣିବାକୁ। ମଦନବାବୁଙ୍କ ଛାତି ଖାଲି ଥରୁଥାଏ। ହ୍ୟାଣ୍ଡନୋଟ ନେଇ ଟଙ୍କା ଯଦି ନ ଦିଏ। ତାଙ୍କ ଭାଗ୍ୟ ଭଲ ଭାଗୁ ମହାନ୍ତି ଟଙ୍କା ଧରି ଫେରିଲେ। କିନ୍ତୁ ପୂରା ହଜାରେ ଟଙ୍କା ନୁହେଁ। ହଜାର କରୁ ଶହେ ଟଙ୍କା କମ୍। ମଦନ ପଟ୍ଟନାୟକ ତାଟକା ହୋଇ ଭାଗୁ ମହାନ୍ତିଙ୍କି ଚିହିଁଲେ। ମହାନ୍ତିଏ କହିଲେ''ଚିନ୍ତା ନାହିଁ ଶହେ ଟଙ୍କା ସେ ପରେ ଦେଇ ଦେବେ। '' ''କିନ୍ତୁ ଏଇଲେ ନାଟବନ୍ଦୀ ଚଳିବ କିମିତି? '' ମଦନବାବୁ ପଚାରିଲେ। ''ନ ହେଲା, ଶହେ ଟଙ୍କା ଗୋଟେ ତୋଉଜୀର ବାକି ରହିଯିବ। ଭାସିଯିବ କ'ଣ? ନିଲାମ ତାରିଖ ପୂର୍ବରୁ ଦାଖଲ କରି ଦେଲେ ହେଲା।